' 'ଆସିଷ୍ଟାଣ୍ଟର କଥାରୁ ଜଣାପଡ଼େ, ସେ କୁଆଡ଼େ ଦ୍ୱିତୀୟ ଥର ଯେତେବେଳେ ହୋଟେଲ ପେଲେସ ଗଲା ସେତେବେଳେ ଜୟନ୍ତୀ ମହାପାତ୍ର ତାର ରୁମ୍ରେ ନ ଥିଲା। ଠିକ୍ ଗୋଟିଏ ବେଳେ ପ୍ରମୋଦ ଦାସଙ୍କ ସହିତ ଗୋଟିଏ କାର୍ରେ ସେ ସେଠାକୁ ଫେରିଯାଇଥିଲା। ଆଉ ଉଭୟ ହିଁ ସେହି କୋଠରି ଭିତରେ ରାତ୍ରି ଯାପନ କରିଥିଲେ। ' ପୁଣି ଥରେ ଶତ୍ରୁଜିତଙ୍କ ମୁଖମଣ୍ତଳରେ ଗଭୀର ଚିନ୍ତାର ରେଖା ଦେଖା ଦେଲା। ଅପ୍ରତ୍ୟାଶିତ ଭାବରେ ସେ ଗମ୍ଭୀର ହେଇ ପଡ଼ିଥିଲେ। 'ସେମାନେ ଯେତେବେଳେ ହୋଟେଲକୁ ଫେରିଲେ, ସେତେବେଳେ ସେମାନଙ୍କର ମାନସିକ ଅବସ୍ଥା କେମିତି ଥିଲା? ' ତନ୍ମୟ ପଚାରି ବସିଲେ। 'ମୁଁ ଅବଶ୍ୟ ତାକୁ ସେ ପ୍ରଶ୍ନ ପଚାରିଥିଲି। ସେ କିନ୍ତୁ ଏ ସବୁ ବିଶେଷ ଭାବରେ ଲକ୍ଷ୍ୟ କରିନାହିଁ ବୋଲି କହିଲା। 'ସେ ଏଇ ସମ୍ୱାଦ ଆପଣଙ୍କୁ କେତେବେଳେ ଦେଲା? ' 'ପ୍ରାୟ ବାରଟା ବେଳେ। ' 'ତା ମାନେ, ଆଜି ଦିନ ବାରଟାରେ? ' 'ହଁ। ' 'ଗତ କାଲି ରାତିଠାରୁ ଏପର୍ଯ୍ୟନ୍ତ ତା'ବିଷୟରେ ସୁବ୍ରତ ଅଥବା ଆପଣଙ୍କୁ ସେ ଏ ବିଷୟରେ କାହିଁକି ନ ଜଣାଇଥିଲା ତା'ର କାରଣ ପଚାରିଥିଲେ? ' 'ହଁ, ସେ କୁଆଡ଼େ ସୁବ୍ରତଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲା। ଆଉ ସୁବ୍ରତ ନିଜେ ଆସି ମୋତେ ସେଠାକୁ ସଙ୍ଗରେ ନେଇ ଯାଇଥିଲେ। ' 'ସେତେବେଳେ ପ୍ରମୋଦ ଦାସଙ୍କୁ ଆପଣ ପାଇ ନ ଥିଲେ? 'ନା, ସେ କୁଆଡ଼େ ଦଶଟା ପରଠାରୁ ବାହାରକୁ ଯାଇଥିଲେ। ' 'ଜୟନ୍ତୀ ଏ ବିଷୟରେ କିଛି କହିଛି? ' 'ନା, ତାକୁ ଏ ପର୍ଯ୍ୟନ୍ତ କୌଣସି ପ୍ରଶ୍ନ କରାଯାଇନାହିଁ। ଅବଶ୍ୟ ସୁବ୍ରତ ତା'ର ଷ୍ଟେଟମେଣ୍ଟ ନେବାପାଇଁ ଉଦ୍ବିଗ୍ନ ଥିଲେ। ମୁ କିନ୍ତୁ ତାଙ୍କୁ ସେଇ ସୁଯୋଗ ଦେଇନାହିଁ। ' 'ଆପଣ ଯେ ମୋ ପାଖକୁ ଆସିଛନ୍ତି ଏ ଖବର ସେ ଜାଣେ? 'ନା। ସେଇ ଚିଠିଟି ଆଉ ଫଟୋଗ୍ରାଫ୍ ଦେଖିବା ପରେ ପରେ ମୋର ତାଙ୍କ ପ୍ରତି ଧାରଣା ବଦଳିଯାଇଥିଲା। ଆଉ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେଇ ଚିଠିଗୁଡ଼ିକ ସ୍ନେହ ପାଖକୁ ସ୍ୱୟଂ ସୁବ୍ରତ ଦେଇଥିଲେ। ' 'ପରେ କଣ ଆଉ କିଛି ପାଇଥିଲେ? ' 'ନା, ମୁଁ କିନ୍ତୁ କୌଶଳରେ ସୁବ୍ରତଙ୍କ ହ୍ୟାଣ୍ତରାଇଟିଂ ନେଇଥିଲି। ଆଉ ଉଭୟରେ ଯଥେଷ୍ଟ ସାମଞ୍ଜସ୍ୟ ମୁଁ ଲକ୍ଷ୍ୟ କରିପାରିଲି। ମୋଟ ଉପରେ ସେଇ ଅକ୍ଷର ଯେ ସୁବ୍ରତଙ୍କର–ଏ କଥା କେହି ଅସ୍ୱୀକାର କରିପାରିବ ନାହିଁ। ତଥାପି ମୁଁ ତାକୁ ଏକ୍ଜାମିନ କରିବା ପାଇଁ ପଠାଇଛି। ' 'ଆଉ ପୋଷ୍ଟମଟମ୍ ରିପୋର୍ଟ? ' 'ବୋଧହୁଏ ପାଞ୍ଚଟା ସୁଦ୍ଧା ମିଳିଯିବ। ' ଏତକ କହି ମି ମହାନ୍ତି ଶେଷ ହୋଇଆସୁଥିବା ସିଗାରେଟ୍ଟିକୁ ଆସଟ୍ରେ ଭିତରେ ପକାଇ କହିଲେ, ମୁଁ କିନ୍ତୁ ଏବେ ଆପଣଙ୍କ ନିକଟକୁ। ଗୋଟିଏ ଜରୁରୀ ବିଷୟରେ ଆସିଥିଲି। ' 'ବେଶ୍, କୁହନ୍ତୁ। ' ମି: ମହାନ୍ତି କହିଲେ, 'ଆପଣ ଶବଟିକୁ କେବଳ ବାହାରୁ ଦେଖିଆସିଲେ। ' 'ଅର୍ଥାତ୍? ' 'ଶବଟିକୁ ସେଠାରୁ ସ୍ଥାନାନ୍ତରିତ କରିବାବେଳେ ମୁଁ ଆଉ ଗୋଟିଏ ଜିନିଷ ପାଇଛି। ' 'ମାନେ? ' ମି: ମହାନ୍ତି ପକେଟରୁ ଖଣ୍ତିଏ ଚରଟ ବାହାର କରି ଟେବୁଲ ଉପରେ ରଖିଲେ। ତା ପରେ କହିଲେ, 'ଏଇ ଚୁରଟକୁ ଲକ୍ଷ୍ୟ କଲେ ଆପଣ ଜାଣିପାରିବେ ଯେ କେବଳ ଥରେ କିମ୍ୱା ଦୁଇ ଥର ଏହା ଟଣାଯାଇଛି। ଏଇଥିରୁ ମୋର ଧରଣା, ହୁଏତ ଆତତାୟୀ ନିଜର ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ମିସେସ ପାତ୍ରଙ୍କୁ